ଅଧ୍ୟାପକ ନଟରାଜ ପ୍ରେମିକ ହେଇ ପାରିବ। ପ୍ରେମର ନିବେଦନ ସେ କରିବାକୁ କଷ୍ଟ ସ୍ୱୀକାର କରି ଦେଶ ବିଦେଶକୁ ନ ଖୋଜି ନିଜର କର୍ମସ୍ଥଳୀ ସ୍କୁଲ କଲେଜକୁ ବାଛି ପାରିବ; କିନ୍ତୁ ସେହି ଅଧିକାରର ସାମାନ୍ୟ ସ୍ୱୀକୃତି କଲେଜର ଛାତ୍ରକୁ ଦିଆଯାଇ ପାରିବ ନାହିଁ। ଯେଉଁମାନେ ଏମିତି ନିଜର ନପୁଂସକତାରେ ସଢ଼ି ଗଲେଣି ସେହିମାନେ ପ୍ରଚାର କରୁଥିଲେ ଅଳକା, ନକ୍ଷତ୍ର ଆଉ ତାହାର ସାଙ୍ଗସାଥୀଙ୍କ ବିରୁଦ୍ଧରେ। ସେମାନେ ଖରାପ-ଖରାପ-ଆଉ ଖରାପ। ଭଜକୃଷ୍ଣ ଭାବୁଥିଲା-ଅଳକା ଖରାପ। ରମାକାନ୍ତର ଅଳକା ସାଙ୍ଗରେ ମିଶିବା ଖରାପ-। ନକ୍ଷତ୍ରମାଳୀ ଭାବୁଥିଲା-ଅଳକାର ନାମ ନ ଥିବା ଅନାମ ସାଙ୍ଗରେ ମିଶିବା ଖରାପ-। ଅଳକା ମଧ୍ୟ ଭାବୁଥିଲା-ମାଷ୍ଟରଜୀ ନଟରାଜବାବୁଙ୍କର ନକ୍ଷତ୍ର ସାଙ୍ଗରେ ମିଶିବା ଖରାପ। ଏମିତି ଚାରିଆଡ଼େ ସମସ୍ତେ ସମସ୍ତଙ୍କୁ ଖରାପ ବୋଲି ଭାବୁଥିଲେ। ପ୍ରକୃତରେ ତାହାହେଲେ ସଂସାରଟା ଖରାପ-ବଞ୍ଚିବାଟା ଖରାପ। ଭଲରେ ବଞ୍ଚିବା ବେଶି ଖରାପ। ଶୋଇବା ଖରାପ-ନ ଶୋଇ କିଛି କାମରେ ଲାଗିବା ଖରାପ। ଚେଇଁରହି କିଛି ନ କରିବା ମଧ୍ୟ ଖରାପ। ଏହି ଖରାପର ଆଗୁଆ ଗତି ମୋଟେ ବନ୍ଦ ହେଇ ପାରୁନାହିଁ। ରାଜାର ଶାସନ, ବାବାଜୀର ଶୋଧନ, ଗୁରୁଜନଙ୍କର ଆକଟ-କେହି କ'ଣ ଏଇ ଖରାପକୁ ବଦଳାଇ ପାରିଲେ? ଘଡ଼ିର କଣ୍ଟା ବୁଲୁଛି ଏହି ଖରାପମାନଙ୍କୁ ସମୟର ମାପ ଦେଖାଇବାକୁ। -ଅଳକା ମନରେ ଉଦ୍ବେଗ। -ରମାକାନ୍ତ ମନରେ ଉତ୍କଣ୍ଠା। ପାଞ୍ଚଟା ବାଜିଯିବ ଆଉ କେଇ ଘଣ୍ଟାରେ। ଅଳକାର ଇଚ୍ଛା ହେଲା ତାହାର ସମୃଦ୍ଧିମନ୍ତ ବିଳାସର ଚାଲିଚଳନ ବଦଳାଇ ଦିଅନ୍ତା-ଅନ୍ତତଃ କେଇ ଘଣ୍ଟା ପାଇଁ। ରମାକାନ୍ତ ଅଭ୍ୟସ୍ତ ନୁହେଁ। ତେଣୁ ସେ ଆସି ଯେଉଁ ଘଡ଼ିଏ ପହରେ ବସିବ ସେଥିରେ ମଧ୍ୟ ରମାକାନ୍ତକୁ ଅସଜ ଲାଗିବା ସମ୍ଭବ। ଏତେ ଦିନର ଅଭ୍ୟାସକୁ ଠୁଳେଇ ଅଳକାର ଘର। ସେ ତା'କୁ କେମିତି ଏତେ ଅଳ୍ପ ସମୟରେ ସଜାଡ଼ିବ? ସେଥିରେ ପୁଣି ସେ ବ୍ୟଥା ଓ ବ୍ୟର୍ଥତାର ଔଷଧ ଖାଏ। ସେଦିନ ବି ନକ୍ଷତ୍ର ଆଉ ଅଳକା ଦିହେଁ ବସି ଔଷଧର ପାଣିରେ ନିଜ ନିଜର ମନକୁ ସତେଜ କରିଥିଲେ। -କ'ଣ ଦେଖିବ ବୋଲି ବିଚରା ଆସୁଛି? -ହଉ, ଆସୁ। ଲୋକେ ତ ଏମିତି ପୁରୀ ଓ କଲିକତା ଯାଆନ୍ତି-ଦେଖିଲେ ମନ ତାଙ୍କର ବଦଳିଯାଏ। କଲିକତା ଆଉ ପୁରୀରେ ରହିବା ଲୋକ ସେମିତି ତାଙ୍କର ମନକୁ ବଦଳାଇବାକୁ ଆଉ କୁଆଡ଼େ ଯାଆନ୍ତି। ଏମିତି ହେଲା ମଣିଷର ମନ-ଧନରୁ ଗରିବ ପଣିଆ ପାଖକୁ-ସହରରୁ ମଫସଲକୁ-ମଫସଲରୁ ସହରକୁ-ସଂଯମରୁ ଉତ୍ସୃଙ୍ଖଳତା ଆଡ଼କୁ-ଖେଚଡ଼ରୁ ସାଧୁ ଆଡ଼କୁ-ଅସଂଖ୍ୟ ଯାତ୍ରୀ ଯା ଆସ କରୁଛନ୍ତି। ଏମିତି ଭାବୁ ଭାବୁ ଅଳକା ଶୋଇ ଯାଇଛି ତାହାର ଆରାମ ଚଉକୀରେ। ରମାକାନ୍ତ ପରଦା ଠେଲି ଭିତରକୁ ପଶି ଆସିଲା। ସାମନା ଚଉକୀରେ ଅଳକା ଶୋଇଛି। କପାଳ ଉପରେ ଦି'କେରା ମୁଣ୍ଡବାଳ ଝୁଲି ପଡ଼ିଛି। କାନ ଗହଣାରେ କେରାଏ ବାଳ ଗୁଡ଼େଇ ହେଇ ଯାଇଛି। ଅଧା ଖୋଲା ଛାତି ଉପରେ ହାରର ଲକେଟ୍ଟା ସତେ ଯେପରି ତାକୁ ଢାଙ୍କିବାକୁ ଚେଷ୍ଟା କରୁଛି। ମୁଁହ ଉପରେ ମେଞ୍ଚାଏ କମନୀୟତାର ସ୍ୱପ୍ନ-ସୁରଭି। ରମାକାନ୍ତ ଚମକି ପଡ଼ିଲା-ନ ଡାକି ଭିତରକୁ ସେ ପଶି ଆସିଲା କେମିତି? -ଛି, ଛି-କ'ଣ ଭାବିବ ଅଳକା? ସେ ଠିଆ ହୋଇ ପାରିଲା ନାହିଁ। ଆଖି ତାହାର ଝଲସିଗଲା। ମନ ଭିତରଟା ସତେ ଯେପରି ହଠାତ୍ ବିକ୍ଷୁବ୍ଧ ହୋଇ ପଡ଼ିଲା-ଅକସ୍ମାତ୍ ଅଚାନକ ଘଟଣା ଦେଖିଲେ ଯେମିତି ହୁଏ। ଇଚ୍ଛାକରି ମଧ୍ୟ ସେ କୋଠରୀ ଭିତରେ ରହିପାରିଲା ନାହିଁ। ଭାରି ଶୀଘ୍ର ରମାକାନ୍ତ ବାହାରି ଆସିଲା-ପୁଣି ଅଡ଼ୁଆ। ଆଉ କିଏ ଯଦି ଦେଖେ ଯେ ରମାକାନ୍ତ ଠିଆ ହୋଇ ରହିଛି ଅଳକାର କୋଠରୀ ଦୁଆର ମୁହଁରେ। ଅବା ଆଉ କେହି ଯଦି ଚାଲିଆସେ-ଅଳକା ଏମିତି ନିଦ-ଫୁଙ୍ଗୁଳା ହେଇ ପଡ଼ିଛି-ସେ ମଧ୍ୟ ଦେଖିବ? -ନା-ନା। ପରଦା ମେଳାଇ ଚାହିଁଲା। ଅଳକା ସେମିତି ଇନ୍ଦ୍ରଧନୁର ରୂପ ନେଇ ସେଇ ସୋଫାକୁ ଆବୋରି ପଡ଼ି ରହିଛି। ସେ ଭୁଲି ଯାଇଛି ଯେ ରମାକାନ୍ତର ଆସିବା କଥା ଥିଲା ହଁ, ନ ଭୁଲିବ କାହିଁକି? କେଉଁ ଧନରେ ସେ ଧନୀ ସୌଦାଗର ନୁହେଁ ଯେ ରମାକାନ୍ତ ପରି ଭିକାରୀଙ୍କର ପ୍ରୋଗାମକୁ ମୁଖସ୍ଥ କରିବ? ଭିତରେ ସ୍ଥାନ ନାହିଁ। କି ବାହାରେ ମଧ୍ୟ ସ୍ଥାନ ନାହିଁ। ରମାକାନ୍ତ ଏମିତି ଭିତରେ ଓ ବାହାର ମଝିରେ କାଳ୍ପନିକ ରେଖା ଉପରେ ଠିଆ ହୋଇଛି। ଅଳକା ସେମିତି ଶୋଇବ କେତେବେଳ ଯାଏ? ରମାକାନ୍ତ କବାଟରେ ଶବ୍ଦ କଲା। ଚୌକାଠର କଲିଙ୍ଗ୍ ବେଲ୍ ଟିପିବାକୁ ସାହସ କଲା ନାହିଁ।